ତିନିଜଣ ପ୍ରତିଟି ଜାଗା ଖୋଜିବୁଲିଲେ। ଏପରି କୌଣସି ସ୍ଥାନନାହିଁ ଯେଉଁଠିକି ସେମାନେ ଯାଇନାହାନ୍ତି। ତା'ପରେ ସେମାନେ ଧୀରେ ଧୀରେ ଆଗେଇଗଲେ। ସମୁଦ୍ରର ଢେଉ ପ୍ରବଳ ବେଗରେ କୂଳରେ ପିଟିହେଉଛି। ପଥୁରିଆ ଜାଗା। ମାଧବ କହିଲା-କ'ଣ ପଥର ଭିତରେ ବି ମଣିଷ ରହିପାରେ? ଦେଖାଯାଉ। ଫଟିକ୍ ତମେ ଗୋଟାଏ ଦଉଡ଼ି ଯୋଗାଡ଼ କର। ମାଧବ ଭିତରେ ପଶିଗଲା। ସକାଳଟି ବର୍ଷାର ବଡ଼ କଷ୍ଟରେ କଟିଛି। ଶ୍ରୀମତୀ ବିନୋଦିନୀଙ୍କୁ ସର୍ବଦା ଏଡ଼ାଇଯିବାର ଚେଷ୍ଟାରେ ଅଛି। ତାଙ୍କ କଥା ଏବେ ବି ତା' ମନକୁ ଶଙ୍କିତ କରୁଛି। ବାରଣ୍ଡାରେ ବସିଛନ୍ତି ବିଚାରପତି ମହାଜନ, ଶ୍ରୀମତୀ ବିନୋଦିନୀ ଓ କୁମାରୀ ବର୍ଷା। ବଡ଼ ଚୌକି ଉପରେ ବସିଛନ୍ତି ଜଜ୍ସାହେବ। ମୁଣ୍ଡଟି ଆଗ ଆଡ଼କୁ ଝୁଙ୍କିପଡ଼ିଛି। ବର୍ଷାର ମନେହେଉଛି ସେଇ ସୁଦର୍ଶନ ଯୁବକ ସୌମେନ୍ଦ୍ରର କଥା, ଜଜ୍ ମହାଜନ ଯେପରି ତାକୁ ମୃତ୍ୟୁଦଣ୍ଡ ଆଦେଶ ଦେଉଛନ୍ତି। ଶ୍ରୀମତୀ ବିନୋଦିନୀ ଚେଆରରେ ବସି ଉଲ୍ ବୁଣୁଛନ୍ତି। ବର୍ଷା ଅନାଇଲା। ଦିନେ ହୁଏତ ରୂପଯୌବନ ଥିଲା; କିନ୍ତୁ ଆଜି ମୁହଁଟି କରୁଣାହୀନ, ରୁକ୍ଷ ନିଷ୍ଠୁର। ବର୍ଷା ଉଠିପଡ଼ିଲା। ନା, ଏ ପରିବେଶ ତାକୁ ଭଲ ଲାଗୁନାହିଁ। ସେ ଉଠିପଡ଼ି ସମୁଦ୍ରକୂଳ ଆଡ଼କୁ ଯିବାକୁ ଲାଗିଲା। -ମିନତି, ପ୍ରାଣର ମିନତି, ତମେ ଆସିଛ? -କିଏ? ଚମକିପଡ଼ିଲା ବର୍ଷା। -ବର୍ଷା, କିଛି ମନେକରନା, ମୁଁ ଭାବୁଥିଲି ତମେ ମିନତି। ସମୁଦ୍ରର ଢେଉ ଓ ଦିଗ୍ବଳୟ ଆଡ଼କୁ ନିର୍ବିମେଷ ନୟନରେ ଅନାଇ ରହିଥିଲେ ମଥୁରାନନ୍ଦ। ପାଖରେ ବସିଲା ବର୍ଷା। ତା' ମୁହଁରୁ ବାହାରିପଡ଼ିଲା-ମଥୁରାବାବୁ, ଏ ମିନତିଟି କିଏ-? -ସେ, ସେ ଦିନେ ମୋର ସବୁ ଥିଲା। -ଆପଣଙ୍କର ସ୍ତ୍ରୀ ମିନତି ଦେବୀ? -ହଁ, ମୋର ଚରମ ଗର୍ବର କାରଣ ସେ। -ତା'ପରେ? -ହଁ, ଲୁଚାଇ ଲାଭ କ'ଣ ତମପାଖରେ ବର୍ଷା! ମୁଁ ସୁରେନ୍ଦ୍ରକୁ ଗୁଣ୍ଡା ହାତରେ ଖୁନ୍ କରାଇଦେଲି। ମୁଁ ତା'ର ହତ୍ୟାର କାରଣ। ସେତେବେଳେ ଅବଶ୍ୟ ତାହା ମନେ ହେଉ ନ ଥିଲା। କିନ୍ତୁ -କିନ୍ତୁ କ'ଣ ମଥୁରାବାବୁ? -ମିନତି କିନ୍ତୁ କିଛି ଜାଣିପାରି ନ ଥିଲା। ତା' ସହିତ ମୁଁ କେବେହେଲେ ଖରାପ ବ୍ୟବହାର କରିନାହିଁ। ତଥାପି ସେ ବଦଳିଗଲା। ମୋର ଏତେ ପାଖରେ ରହି ବି ଅନେକ ଦୂରକୁ ଚାଲିଗଲା। ତା'ପରେ ସେ। ଚାଲିଗଲା ଚିରଦିନପାଇଁ। ମୁଁ ବଡ଼ ଏକୁଟିଆ ହୋଇପଡ଼ିଲି, ବର୍ଷା! ଏତେ ରାଜନୀତି, ଏତେ କାଣ୍ଡ କାରଖାନା ମୋତେ ସବୁ ମନେହେଲା ଅସାର। ତା'ପରେ ନୀରବତା। -ଏଠାରେ ଏକୁଟିଆ ବସିବାକୁ କ'ଣ ଭଲ ଲାଗୁଛି? -ହଁ, ଶାନ୍ତ ନିରୋଳା ସୁନ୍ଦର, ପ୍ରତୀକ୍ଷା କରିବାପାଇଁ ଏହି ତ ସେହି ଜାଗା। -ପ୍ରତୀକ୍ଷା, କାହାପାଇଁ ମଥୁରାବାବୁ? -ଦିନଶେଷର। -କ'ଣ ଯେ ଆପଣ କହୁଛନ୍ତି? -ଠିକ୍ କହୁଛି। ମୁଁ ତ ଏ ଦ୍ଵୀପ ଛାଡ଼ିଯିବାକୁ ଚାହେଁନା। ହୁଏତ ଆମେ କେହି ଯାଇପାରିବା ନାହିଁ। ମୁଁ ଅପେକ୍ଷା କରୁଛି ଚରମ ବିଦାୟର ମୁହୂର୍ତ୍ତ। ତମେ ତ ପିଲାଲୋକ ବର୍ଷା, ତମେ ବା କ'ଣ ବୁଝିବ, ଏଥିରେ ଯେ କେତେ ଶାନ୍ତି ଅଛି! -ଶାନ୍ତି! -ହଁ, ଭାରାକ୍ରାନ୍ତ ହୃଦୟର ବୋଝ କେତେ ବେଶି, ସେ ବୋଝ ତ ଯିବ ବନ୍ଧୁ! ଭାବିଲେ କି ଚମତ୍କାର! ବର୍ଷା ଯେପରି ଭୟଭୀତ। ସେ ମଥୁରାନନ୍ଦଙ୍କ ଆଡ଼କୁ ଅନାଇଲା। ତାଙ୍କର ଦୃଷ୍ଟି ଦିଗନ୍ତରେ ନିବଦ୍ଧ। ଓଠ ଦିଓଟି ହଲୁଛି। ବର୍ଷାର ଉପସ୍ଥିତ ଯେପରି ସେ ଜାଣନ୍ତି ନାହିଁ, ଭୁଲିଯାଇଛନ୍ତି। ଅସ୍ପଷ୍ଟ ସ୍ଵରରେ ଭାଷା-ମିନତି, ମିନତି, ପ୍ରାଣର ମିନତି! ଆସୁନ କାହିଁକି? ମୁଁ ଯେ ତମ ପାଖକୁ ଯିବାକୁ ଚାହେ। ଏ ସଂସାରର ଜ୍ଵଳ, ଏ କାଣ୍ଡ କାରଖାନା ମୋତେ ଯେ ଆଉ ଭଲ ଲାଗୁନାହିଁ। ତମେ ନେଇଚାଲ ମିନତି, ନେଇଯାଅ। ମୁଁ ଯେ ତମର ପ୍ରତିକ୍ଷାରେ ବ୍ୟାକୁଳ। ବର୍ଷା ସନ୍ତର୍ପଣରେ ଉଠି ଚାଲିଗଲା। ଡାକ୍ତର ସମୁଦ୍ରକୂଳରେ ଠିଆ ହୋଇଛନ୍ତି। ପାଖରେ ଅଛି ଫଟିକ୍। ଦୂରରେ ପାହାଡ଼। ମାଧବ ନାହିଁ। ଡାକ୍ତର ଆରମ୍ଭ କଲେ-ଆଚ୍ଛା ଫଟିକ୍, ଆମେ ଗୋଟାଏ ପାଗଳକୁ ଖୋଜୁଛୁଁ, ନୁହେଁ କି-? ଏଇ ମଥୁରାନନ୍ଦକୁ ଦେଖୁଛ? -ଦେଖୁଛି ତ। -ଲୋକଟାର ଇମିତି କ'ଣ ହୋଇଛି? ମୁଁ ଅବଶ୍ୟ ମାନସିକ ରୋଗର ବିଶେଷଜ୍ଞ ନୁହେଁ। ତା ସାଙ୍ଗରେ ଏପରି କିଛି ଆଲୋଚନା ମଧ୍ୟ ହୋଇନି।